ସୁମି। ଚମକି ପଡ଼ୁଚି। ତା'ର ଦେହ ହାତ ଗୋଡ଼ ମୁଣ୍ଡ ଥରି ଉଠିଲାଣି। ଆଉ କ୍ଷଣକରେ ରକ୍ତ ଯେମିତି ଜମାଟ ବାନ୍ଧିଯିବ। କାହାରି ମୁହଁରେ କଥା ନାହିଁ। ଏ ସହସା ଧୂମକେତୁର ପୁଚ୍ଛ-ବାଣ ସମସ୍ତଙ୍କୁ କରିଛି ନିର୍ବାକ। ଡଙ୍ଗା କାହିଁ? କାହାନ୍ତି ବା ନାଉରିଆ? ଦୁଇ କୂଳ ଖାଇ ସମସ୍ୟା ଦୋହଲୁଚି। କିଏ ପାରି କରିବ? ଏଇ ବର୍ଷାରେ କ'ଣ ସେମାନେ ସାରାରାତି ଠିଆ ହୋଇଥିବେ। ବର୍ଷା ବନ୍ଦ ହେବାର ଆକାର ପ୍ରକାର ମାଲୁମ ହେଉନି। ରାମନନ୍ଦଙ୍କର ପିଠି ବର୍ଷା ମାଡ଼ରେ ବଥା। ବାଦୁଡ଼ି କି ଚିଲପରି ତାଙ୍କର ତ ପକ୍ଷ ନାହିଁ; ବର୍ଷାଘାତ ସହିବେ କିପରି? ଛତା ଖଣ୍ଡି ଅବିରାମ ଆଘାତରେ ଛିଣ୍ଡିଯିବା ଉପରେ। ଗୋଡ଼ ଦୁଇଟା ସମସ୍ତଙ୍କର ବଢ଼ିପାଣି ଭିତରେ। ସର୍ବାଙ୍ଗ ଜଳସିକ୍ତ। ନନ୍ଦେ ଏଥର ଉପାୟ ଚିନ୍ତା କଲେ–ଅନ୍ଧାରି ଆକାଶ ତାଙ୍କୁ ଆହୁରି ଅନ୍ଧକାର ଦିଶୁଥିଲା-। ଗଗନ ଗୁଡ଼ିଆ ଘର ଯାଇଁ ବହୁତ ଦୂର। ବାଟ ନାଳରେ ଅଚଳ ଥଳ ପାଣି ହୋଇଯିବନି। ସୁମି-ମା ଓ ସୁମିକୁ ନେଇ ସେଠିକି ଯିବା ସମ୍ଭବ ନୁହେଁ। ସେ ନିଜେ ବର୍ଷା ପାଇଁ ଦେହକୁ ଶାଳଗ୍ରାମ ପରି ଜଡ଼ କରି ଦେଇ ପାରନ୍ତି, କିନ୍ତୁ ତାହା ତ ସୁମି-ମା କି ସୁମି ପାରିବେ ନାଇଁ-। ସେମାନଙ୍କ ପାଇଁ ଦର୍କାର ଗୃହ, ଆଶ୍ରୟସ୍ଥଳ। ଦିନକ ପାଇଁ ରାତିକ ପାଇଁ ନୁହଁ–ନନ୍ଦଙ୍କ ନୂଆ କାନ୍ଥ ଉଠିଲାଯାଏଁ। କିଏ ଦେବ ଆଶ୍ରୟ? ନାଲୁମିଶ୍ର? ଦେଖି, ନାଲୁମିଶ୍ର ଯଦି ରକ୍ଷା କରିପାରନ୍ତି-। ଅନ୍ଧାରର ବଣେ ବଣେ ସାମାନ୍ୟ ଏକ ଟର୍ଚ୍ଚ ମିଞ୍ଜି ମିଞ୍ଜି ହେଉଛି। ପ୍ରକୃତି ତାହାରି ପାଖରେ ପରାଜିତ। ସେ କଢ଼ାଇନେଉଛି ଆଗକୁ, ଆଗକୁ। ପଥ ପରିଚିତ, ଅତ୍ୟନ୍ତ ପରିଚିତ–ଯିବା କଷ୍ଟ ହୋଇ ନ ଥାନ୍ତା କିନ୍ତୁ, ତାଙ୍କର ଆତ୍ମରକ୍ଷାର ପଥ ନିଶ୍ଚିହ୍ନ ହୋଇଗଲା ଯେତେବେଳେ ନନ୍ଦେ ଭେଟିଲେ ନାଲୁମିଶ୍ରଙ୍କର ଛାୟାକୁ। ଉଭୟେ ରାଜ୍ୟହୀନ; ପ୍ରକୃତି ପରାସ୍ତ କରି ସବୁ ଛଡ଼େଇ ନେଇଚି। ଆଶ୍ରୟସ୍ଥଳ ଏକା ସେଇ ଅରଣ୍ୟ। ବର୍ଷା ୟା' କଲା। ବର୍ଷା ନ ହେଲେ ମଣିଷ କାନ୍ଦେ ବର୍ଷା ହେଲେ କାନ୍ଦେ। ବର୍ଷା ଦିଲ୍ଲିୀକା ଲଡ଼୍ଡ଼ୁ। ନାଲୁମିଶ୍ରଙ୍କ ମୁହଁକୁ ଚାହିଁ ରାମବାବୁଙ୍କୁ ଝୋଲା ମାରି ନେଇଗଲା। ସେ 'ନାଲୁଆନା' ବୋଲି କହି କରି ମିଶ୍ରଙ୍କୁ କୁଣ୍ଢାଇ ଧରି କାନ୍ଦିବାକୁ ଲାଗିଲେ। ଏଡ଼େ ବଡ଼ ମରଦଟା, ସେ ପୁଣି ଏମିତି କାନ୍ଦେ। ସୁମି-ମା, ସୁମି କେହି ବାଦ୍ ଗଲେ ନାହିଁ; ଟୁନୀ ବୁଲୁ ଆଶ୍ଚର୍ଯ୍ୟ, କେବଳ–ସମସ୍ତଙ୍କ ଅବସ୍ଥା କ'ଣ ଆମ ଭଳି। ସେମାନେ ବି କାନ୍ଦିଲେ–ବର୍ଷାର ପ୍ରଳୟଧାରା ଆଖିର ଅଶ୍ରୁ ସହ ବଢ଼ିପାଣିରେ ମିଶିଗଲା। ବିଜୁଳି ଏତିକିବେଳେ ଛକ୍ କରି ବୁଲେଇ ନେଲା ଦୈବାତ୍ କାହାରି ବେକରେ ବାଜିଲା ନାଇଁ। ସୁମି ବିରାଟ ଖଣ୍ଡାର ଧାରୁଆ ଜିହ୍ୱାକୁ ଖୁବ୍ ନିକଟରେ ଦେଖି ପାରିଛି। ଖଣ୍ଡାର ତୀକ୍ଷ୍ଣ ମୁନ ଡେଙ୍ଗା ତାଳଗଛ ମୁଣ୍ଡରେ ଭେଟିଲା ବୋଧହୁଏ। ତାଳଗଛ ଅଗଟା ଆପଣାଛାଏଁ ଅଗ୍ନି ଉଦ୍ଗାରି ପକାଉଚି। କି ଭୟଙ୍କର ତା'ର ରୂପ। ଏଡ଼େ ବର୍ଷା, ଅଥଚ ସେ ଅଗ୍ନି ଲିଭି ନାଇଁ। ସୁମି ତାଟଙ୍ଗା ହୋଇଗଲା। ରାମାନନ୍ଦେ ସୁମିକୁ କାନ୍ଧ କରି ଟର୍ଚ୍ଚ ମାରିଲେ ଆଗକୁ–ଆଗକୁ। ଯିବେ କୁଆଡ଼େ? ସବୁଆଡ଼େ ବୈତରଣୀ ନଈ ଲକ୍ଷ ଲକ୍ଷ ମୃତ୍ୟୁ କୀଟଙ୍କୁ ସଶସ୍ତ୍ର ଜଗେଇଚି। ବୈତରଣୀ!! ହାୟ। ୟେ' ପୁଣି ପବିତ୍ର ନଦୀ। ଗଙ୍ଗାଠାରୁ ବାର ବର୍ଷ ବଡ଼। ୟା' ଜଳରେ ସ୍ନାନ କରି ଲୋକେ ପାପ ମୁକ୍ତ ହୁଅନ୍ତି। ତାଙ୍କର ପୂରା ଖିଆଲ ଅଛି–ବୈତରଣୀ ବାଲିରେ ପୋଡ଼ା ହେବାକୁ ବୁଢ଼ୀମା ତାଙ୍କର କେତେ ଅଭିଳାଷ କରିଥିଲେ। ଆଉ ସେଇଥିପାଇଁ ଶେଷକାଳକୁ ବାପଘରକୁ ମୋଟେ ଗଲାନାଇଁ। ତାର ବାପଘର ପଶି, ମପସଲ। ନଈ ସେଠି ସପନ। କାଳେ ମରିଯିବ ସେଇ ପଶିରେ–ସେଇଥିଲାଗି ତାର ଭୟ। ସେଇ ବୈତରଣୀ ନଈ ପୁଣି ଏଡ଼ିକି ଭୟଙ୍କର, ଏଡ଼ିକି ନିର୍ଦ୍ଦୟା! ସ୍ରଷ୍ଟା ଯେତେବେଳେ ସଂହାରକର୍ତ୍ତା, ରକ୍ଷା କରିବା ସାଧ୍ୟ କାହାର? ସୁମି-ମା ଭାବିଲେ–ଏଥର ନିଶ୍ଚୟ ପ୍ରଳୟ ହେବ। ବହୁତ ପାପ ହେଲାରୁ ଜଗନ୍ନାଥ କଳକି ଅବତାର ଧରିଲେ କି କଣ ଗୋହିରାଟିକିରୀ ସେଇ ନିକଟରେ। ବଡ଼ ପଡ଼ିଆଟା ସେ। ଓଡ଼ିଶାର କେଉଁ ରାଜା ସେଇଠି ଯୁଦ୍ଧରେ ହାଣ ଖାଇଥିଲେ। ସେଇଦିନୁ ସତ୍ୟଯୁଗ ସରିଚି। କଳି ଚାଲିଚି। ପଠାଣ, ଯବନମାନେ ରାଜୁତି କରୁଛନ୍ତି। ମାଳିକାରେ ପରା ଅଛି–ସେଇ ଗୋହିରାଟିକିରୀ ଯୁଦ୍ଧ ପଡ଼ିଆରୁ ବାରହାତ ଖଣ୍ଡା ବାହାରିବ।